ଆଧୁନିକମାନେ ଜୀବନ ଅପେକ୍ଷା ବେଶୀ ମୃତ୍ୟୁର କଥା କହିଲେ, କାଳ ଭିତରେ ନରହି ଚମ୍ପଟ କଲେ, ସମସ୍ତଙ୍କ ମେଳକୁ ଡ଼ରି ସ୍ଵଗତରେ ବାଟ ଚାଲିଲେ, ତୁଚ୍ଛା ଆପଣ ସହିତ ରତିରତ ହୋଇ ରହିଲେ, ଗୋଟା ଗୋଟାଏ ଶାବ୍ଦିକ ଗଉଁରେ ଅସ୍ପୃଶ୍ୟ ହେଲେ। ସତେଅବା ସେହି ଗରଜରେ ପଡ଼ି ସେମାନେ ନିଜ ଜୀବନରେ ମଧ୍ୟ ଏକାବେଳକେ କେତେ ଫାଳ ହୋଇଗଲେ ଏବଂ କେବଳ ଗୋଟିଏ ଫାଳରେ କବି ହୋଇ ଅନ୍ୟ ଫାଳଗୁଡ଼ିକରେ ଆହୁରି କେତେ କଣ ହୋଇ ରହିଲେ। ନିଜର ଏହି ତଥାକଥିତ କଳାଶକ୍ତିକୁ ସେମାନେ ଏକ କାଳିସୀଶକ୍ତି ବୋଲି କହି ଖୁସି ହେଲେ। ଏକ ସମଗ୍ରତାର ଅନୁଭବକୁ ଯେ ସ୍ଵାସ୍ଥ୍ୟ ବୋଲି କୁହାଯାଏ, ସେହି ସତ୍ୟଟିକୁ ଫାଙ୍କି ବି ଦେଲେ। ମଣିଷର ଅହଂ ବୋଲି ଯେଉଁ ଅପଶକ୍ତିଟି ଯୁଗେ ଯୁଗେ ତାକୁ ଏକୁଟିଆ ଅଧୀଶ୍ୱର କରି ରଖିବାର ଲୋଭ ଦେଖାଇ ମନୁଷ୍ୟ ସମଗ୍ରର ସଂସାରରେ ବହୁ ପ୍ରମାଦର କାରଣ ହୋଇଛି, ଏମାନେ ଆଉ ତାହାରି କବଳରେ ଯାଇ ପଡ଼ିଗଲେ କି? ସେ ଯୁଗର ଆଧୁନିକମାନେ କ୍ରମେ ଯେତେବେଳେ ନିଜ ଜୀବନର ଚତୁର୍ଥ ଚରଣରେ ପ୍ରବେଶ କରିବେ, ସେତେବେଳେ ସେମାନେ ଯାହା କହିବେ ବା ଲେଖିବେ ହୁଏତ ସେହି ପର୍ଯ୍ୟାୟରେ ସେମାନଙ୍କର ଅସଲ ଧାତୁଟିର କିଞ୍ଚିତ ପରିଚୟ ମିଳିବ। ଜୀବନଯାକ ନାସ୍ତିକ ହୋଇ, ସତ୍ୟ ବୋଲି, ଡୋର ବୋଲି କେଉଁଠି କିଛି ନାହିଁ ବୋଲି ଏକ କଳାତ୍ମକ ଦର୍ପରେ ଘୋଷଣା କରି ବାନପ୍ରସ୍ଥରେ ପଦାର୍ପଣ କରିବା ପରେ ଈଶ୍ୱରାଶ୍ରୟ ଲୋଡୁଥିବା ବା ଅନ୍ତତଃ ନିଜ ଶୈଳୀରେ ଏକ ବୈରାଗ୍ୟଶତକ ଲେଖୁଥିବା ଅଥବା ଭଜୁଥିବା ବ୍ୟକ୍ତିମାନଙ୍କର ଏକାଧିକ ଉଦାହରଣ ଏଇଠି ଆମ ଓଡ଼ିଶାରେ ମଧ୍ୟ ରହିଛି। ଆଧୁନିକ ପୋଷାକ ପିନ୍ଧିଲେ କେତେ ମଣିଷ ଆଧୁନିକ ହୋଇଗଲେ ବୋଲି ଭାବି ଖୁସୀ ହୁଅନ୍ତି। ସମ୍ଭବତଃ ସେହିଭଳି ଏକ କାରଣରୁ ଆମ ସମୟର ତ ଥୋକେ ମନୁଷ୍ୟଜୀବ ପୋଷାକର ନିଶାରେ ଯାଇ ପଡ଼ିଜାଇଛନ୍ତି। ପ୍ରାୟ ସେହିମାନଙ୍କର ପ୍ର ପ୍ରୀତ୍ୟାର୍ଥେ ଏବେ ଆମ କପଡ଼ାଦୋକାନମାନଙ୍କରେ ପୃଥିବୀଯାକର ଭାନୁମତିଆ ପୋଷାକମାନ ଆସି ଠୁଳ ହୋଇଗଲାଣି ଏବଂ ଏକ ନିର୍ଦ୍ଦିଷ୍ଟ ମିଜାଜର ତରୁଣଚିତ୍ତକୁ ଟାଣିବାରେ ଲାଗିଛନ୍ତି। ଆମ ଦୂରଦର୍ଶନ, ଚଳଚ୍ଚିତ୍ର ଓ ଏପରିକି ଆମ ନିତିଦିନିଆ ଖବରକାଗଜରେ ଆଧୁନିକତାର ସନ୍ତକ ନାମରେ ଯେଉଁସବୁ ନୂଆ ରଙ୍ଗ ଓ ନୂଆ ଢ଼ଙ୍ଗମାନେ ଏକୁଟି ଉଠୁଛନ୍ତି, ସେଗୁଡ଼ିକୁ ମଧ୍ୟ ଆମେ ନିଜକୁ ଆଧୁନିକ ପରି ଦିଶିବାର ଗୋଟିଏ ଅପପ୍ରୟାସ ବୋଲି ଜାଣିବା। ଆମର ପୌରଜୀବନ ବର୍ବର ହେଉଛି, ପ୍ରତିବେଶଟା ନାନା ଭାବେ ଆମ ସମୟର ସଫଳ ଦୁଷ୍ଟମାନଙ୍କ ଦ୍ଵାରା ଉତ୍ପୀଡ଼ିତ ହୋଇ ରହିଛି, ସବଳର ଟଙ୍କାରେ ଦୁର୍ବଳ ବିକି ହୋଇ ଯାଉଛି। ଅସହାୟ ମଣିଷମାନଙ୍କର ସଂଖ୍ୟା ତଥାପି ବୃଦ୍ଧି ପାଉଛି, ରାଜନୀତିର ଧନୁତାତ୍ରାରେ ଆଦୌ ଲଜ୍ଜିତ ନଥିବା କଂସାସୁରମାନେ କେତେ ଲଣ୍ଡଭଣ୍ଡ ହେଉଛନ୍ତି ଓ କେଡ଼େ ତୋରା ଦିଶୁଛନ୍ତି, କ୍ଷମତା ଘରର ମାରୀଚମାନେ ଅନଙ୍ଗ ଦହିବା ମାତ୍ରକେ ଆମ ସାହିତ୍ୟକୁ ମଧ୍ୟ ଆସି ମାଡ଼ି ବସୁଛନ୍ତି। ଆଧୁନିକଠାରୁ ଅଲଗା ବାଟଟାଏ କାଟି ନିଜକୁ ଉତ୍ତର ଆଧୁନିକ ବୋଲି କହୁଥିବା ଏହି ନୂତନ ଗୀତିକାରମାନେ ପ୍ରକୃତରେ କିପରି ଭାବରେ ଏଗୁଡ଼ିକର ସାମନା କରିବାକୁ ଯାଉଛନ୍ତି? ସେମାନେ ବି କଣ ସେମାନଙ୍କର ପୂର୍ବଜମାନଙ୍କ ପରି ଛଅଫାଳ ହୋଇ ରହିବେ, ଛଅପ୍ରକାର ଜୀବନ ବଞ୍ଚିବେ ନା ସତକୁ ସତ କୌଣସି ସମଗ୍ରତାର ଆକାଂକ୍ଷୀ ହେବେ? ସାହିତ୍ୟକୁ, କବିତାକୁ କୋରଡ଼ ପରି ବ୍ୟବହାର କରି ସେମାନେ ଘଡ଼ିଏ ଘଡ଼ିଏ ତା ଭିତରକୁ ପଳାଇ ଯିବେ ନା ମେରୁଦଣ୍ଡ ସିଧା କରି ଜୀବଟି ଜୀବନଟିଏ ବଞ୍ଚିବେ ଏବଂ ଅନୁରାଗ ସହିତ ସେହି ଜୀବନର ସତକଥାଗୁଡ଼ିକୁ କହିବାର ପ୍ରୟାସ କରିବେ? ଅସଲ ସାହିତ୍ୟ ଜୀବନ ପରି ପ୍ରଶସ୍ତ ହେବ ଓ ଜୀବନ ସହିତ ବନ୍ଧୁ ବାନ୍ଧିବ। ଅସଲ ଆଧୁନିକତା ସମଗ୍ର ଚଳନ୍ତିଟାକୁ ଏକ ନୂତନ